ମୁଁ କହିଲି, ''ମୋତେ କାହା ଜିନିଷ ପିନ୍ଧିବାକୁ ଭଲ ଲାଗେନି-। ତମେ ଖୁସିରେ କିଣିଛ। ମତେ କାହିଁକି ଦେଉଛ? '' ମତେ ଭାରି ଅସ୍ୱାଭାବିକ ଲାଗୁଥାଏ ଝିଅଟିର ବ୍ୟବହାର। ପ୍ରଥମ ଦେଖାରେ ଏମିତି ଆତ୍ମିୟତା ଠିକ୍ ଲାଗୁନଥିଲା ମୋତେ। ଝିଅଟି କହିଲା, ''ମାଡ଼ାମ୍ ଶାଢ଼ୀ, ଚୂଡ଼ି ସାଙ୍ଗକୁ ସିନା ପାଉଁଜିଟି ମ୍ୟାଚ କରେ। '' ମୋ କଥା ଶୁଣି ସେ କହିଲା ''ମୋତେ ଦିନକୁ ଟା ଗିଫ୍ଟମିଳେ ସବୁ ଗିଫ୍ଟ ରଖିଲେ ଘରଟା ମିଉଜିୟମ୍ ପାଲଟିଯିବ, ଏଇଟା ମୋତେ ଆମ ଅଫିସର ସୁକାନ୍ତ ପଣ୍ଡାବାବୁ ଦେଇଥିଲେ। ତା'କଥା ଶୁଣି ହାତରୁ ଖସି ପଡ଼ିଲା ପାଉଁଜି। ଚମକି ପଡ଼ିଲା ସୋନି। ମୋବାଇଲଟା ଚିପାଚିପି ବନ୍ଦକରି। ସେ ପାଉଁଜି ହଳକ ଗୋଟାଇ ଆଣି ମୋ ପାଦରେ ପିନ୍ଧାଇ ଦେଲା ବେଳକୁ ପାଉଁଜି ପିନ୍ଧିବାର ନିଶା ମୋର କ୍ରମଶଃ ଖସି ଖସି ଯାଉଥିଲା। '' କ୍ୟାଣ୍ଡେଲ୍ କବାଟ ଖୋଲିଲା। ଅକ୍ଷୟ ଘର ଭିତରକୁ ପଶିଲା। ପଛେ ପଛେ ତା'ବୟସର କେହି ଜଣେ ଯୁବକ। ମିସେସ୍ ଶତପଥୀ କବାଟ ଆଉଜେଇ ଚାଲିଲେ ଡ୍ରଇଁ ରୁମ୍। ଅକ୍ଷୟ ପାଇଁ ଏ ଘର ନୂଆ ନୁହେଁ। ସେ ସହଜଭାବେ ସୋଫା ଉପରେ ବସିଲା, ପାଖରେ ଅଜ୍ଞାତ ଯୁବକଟି, ଯେ ପ୍ରଥମ ଥର ପାଇଁ ଆସିଥିଲା। ଅକ୍ଷୟ ପଚାରିଲା, ''ସାର୍ ନାହାନ୍ତି କି? '' ମିସେସ୍ ଶତପଥୀ ଗୋଟିକିଆ ସୋଫା ଉପରେ ବସୁ ବସୁ କହିଲେ ''ଦାମନଯୋଡ଼ି ଯାଇଛନ୍ତି। ଦାମନଯୋଡି କଲେଜ ଫଙ୍କସନ୍ର ଚିଫଗେଷ୍ଟ ହୋଇ। '' ନୂଆ ପିଲାଟି କାନ୍ଥରେ ଲାଗିଥିବା ଫଟୋ ସବୁ ଉପରେ ଆଖି ବୁଲାଉଥାଏ। ମିସେସ୍ ଶତପଥୀଙ୍କର କାନ୍ଧ ପର୍ଯ୍ୟନ୍ତ ଖେଳେଇ ହୋଇ ପଡ଼ିଥିବା ଚୁଟିରୁ କିଛି ପବନରେ ଉଡ଼ି ମୁହଁ ଉପରକୁ ଚାଲିଆସୁଥାନ୍ତି, ସେ ହାତରେ ଆଡ଼େଇ ଦେଉଥାନ୍ତି ସେ ସବୁକୁ। ଅକ୍ଷୟ କିହିଲା,''ମାଡ଼ାମ୍ ସେସବୁ କପାଳ ଉପରେ ପଡ଼ିଥାନ୍ତୁନା। '' ମିସେସ୍ ଶତପଥୀ ଲାଜେଇ ଗଲେ ଭିତରେ ଭିତରେ। ଅକ୍ଷୟ ପ୍ରଥମ ଥର ପାଇଁ ନୁହେଁ, ବହୁତ ଥର ଆସିଛି, କିନ୍ତୁ ଏମିତି ପ୍ରଗଳ୍ଭ। ନା। ଆଗରୁ କେବେ ନା'ତ। ଅଳ୍ପ ଅଳ୍ପ ହସେ। ମଝିରେ ମଝିରେ ଅତି ସତର୍କ ହୋଇ ଅନାଏ। ତା'ର ନୀରିହ ଆଖିରେ ସ୍ୱପ୍ନ ଖୁନ୍ଦି ହୋଇ ରହିଲା ପରି ଲାଗେ। ଆଜି କ'ଣ ହୋଇଛି! ସେ କହି ଯାଉଛି, ବହି ଯାଉଛି, ଝରି ଯାଉଛି, ଅବିରତ ବର୍ଷା ପରି। ମିସେସ୍ ଶତପଥୀ ଭିତରେ ଭିତରେ ଶିହରି ଉଠୁଛନ୍ତି, ଜଳି ଯାଉଛନ୍ତି, ଲାଜେଇ ଯାଉଛନ୍ତି, ଝାଳେଇ ଯାଉଛନ୍ତି, ଭିଜି ଯାଉଛନ୍ତି। ''ମାଡ଼ାମ୍ ଆପଣ ଏ ଗୋଲାପି ରଙ୍ଗର ଶାଢ଼ୀରେ ଆଃ- କ'ଣ ଦିଶୁଛନ୍ତି। କେଉଁଠୁ କିଣିଛନ୍ତି? '' ଅକ୍ଷୟ କହିଲା ଉତ୍ସାହିତ ହୋଇ। ''କ'ଣ ସୁଜାତା ପାଇଁ କିଣିବ? '' ମିସେସ୍ ଶତପଥୀଙ୍କ କଥା ଶୁଣି ଅକ୍ଷୟ କହିଲା,''ଧେତ୍, ତା'ର କ'ଣ ହେବ, ଗୋଲାପି ଶାଢ଼ୀ ପିନ୍ଧିବାକୁ ଗୋଲାପି ମନଟେ ଦରକାର। ଗୋଲାପି ନିଶାରେ ମସଗୁଲ୍ ହେବା ଦରକାର। ଅତିକମରେ ଆପଣଙ୍କ ପରି ଚମ୍ପା ରଙ୍ଗର ଦେହଟେ ଦରକାର। '' ''ସୁଜାତାର କ'ଣ ଗୋଲାପି ମନ ନାହିଁ? '' ଅକ୍ଷୟ ଏଥର ଚିଡ଼ି ଉଠିଲା ମିସେସ୍ ଶତପଥୀଙ୍କ କଥାରେ। ''ଗୋଲାପି ମନ ନା ଛେନା ଗୁଡ଼, ତା'ର ମନ ବୋଲି କିଛି ନାହିଁ। ସେ ଗୋଟେ ପୁରୁଣା ମଡ଼େଲ ମେସିନ୍। ବାସନ ମାଜିବ, ଲୁଗା କାଚିବ, ଗୋଡ଼ ଚିପିବ, ପେଟେ ଖାଇବ, ଗଧ ଭଳି ଶୋଇବ। ଧେତ୍ ବୋରିଂ। '' ପାଖରେ ବସିଥିବା ଯୁବକଟି ମନକୁ ମନ କହିଲା,''କାହାକୁ ସଜ ହେବାକୁ ଭଲ ଲାଗେନି! ସ୍ୱାମୀଟି ଯଦି ସ୍ତ୍ରୀଟିକୁ ଇଗନୋର କରେ, କିଛି ପଇସା ଦେଇଦେଲେ, ପରିବାର ପାଇଁ ବହୁତ କିଛି କରିଦେଲା ବୋଲି ଭାବେ, ସ୍ତ୍ରୀଟେ କରିବ କ'ଣ ନିଜକୁ ଅବହେଳା କରିବା ଛଡ଼ା? '' ନିଜ ପୁଅଠାରୁ ଚାର ପାଂଚ ବର୍ଷ ବଡ଼ ଗୋଟିଏ ପିଲାର ଘରୋଇ ବ୍ୟାପାରରେ ଆଗ୍ରହ ନ ଥିଲା ମିସେସ୍ ଶତପଥୀଙ୍କର। ସେ କ'ଣ ଠିକା ନେଇଛନ୍ତି ସବୁ ମଣିଷ ଭିତରର ଅଳନ୍ଧୁ ସଫା କରିବା ପାଇଁ? ସୁଜାତା ସପକ୍ଷରେ କହି ସେ କାହିଁକି ହରାଇବେ ଅକ୍ଷୟକୁ।